ଆମେରିକା ଓ ଇଂଲଣ୍ଡର ବହୁ କମ୍ପାନୀ ଆଜିକାଲି ଯେଉଁ ସବୁ ଜଟିଳତମ କଂପ୍ୟୁଟର ଯନ୍ତ୍ର ତିଆରିକରି ସାରା ପୃଥିବୀରେ ଅସଂଖ୍ୟ ଲୋକଙ୍କର ମାନସିକ ଶ୍ରମକୁ ଲାଘବକରି ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରୁଛନ୍ତି ସେହି ଅର୍ଥ ଉପାର୍ଜନ ମୂଳରେ ରହିଛି ବୈଜ୍ଞାନିକ ଭେର୍ନନ୍ଙ୍କ ବୁଦ୍ଧି ଓ ପ୍ରତିଭା ତାଙ୍କରି ଦ୍ୱାରା ଉଦ୍ଭାବିତ ବିଭିନ୍ନ ଧରଣର କଂପ୍ୟୁଟର ଯନ୍ତ୍ର ଉତ୍ପାଦନ କରି ଆମେରିକାର ବହୁ କମ୍ପାନୀ ଆଜି କୋଟିପତି। ସେଥିପାଇଁ ସାରା ଜର୍ମାନ୍ ଜାତିର ଅପୂର୍ବ ଶ୍ରଦ୍ଧା, ସମ୍ମାନ ଅନୁରାଗ ଭାସିଆସୁଛି ମିଉନିକ୍ ବିଶ୍ୱବିଦ୍ୟାଳୟର ଏହି ଗବେଷଣାଗାର ତଥା ଏହାର ପରିଚାଳକ ଭେର୍ନନ୍ଙ୍କ ଆଡ଼କୁ। ଦ୍ୱିଖଣ୍ଡିତ ଜର୍ମାନ ଜାତି ଗର୍ବ ଅନୁଭବ କରୁଛି, ଏବେ ବି ତାର ବୈଜ୍ଞାନିକ ପ୍ରତିଭା ଅପ୍ରତିହତ ବୈଜ୍ଞାନିକ ଭେର୍ନନ୍ ଆଧୁନିକ ଯନ୍ତ୍ର ମସ୍ତିଷ୍କ ବା କଂପ୍ୟୁଟର ଯନ୍ତ୍ରର ସର୍ବପ୍ରଥମ ଉଦ୍ଭାବନ ଉଦ୍ଭାବକ ନ ହେଲେ ହେଁ କଂପ୍ୟୁଟର ତିଆରି ବିଜ୍ଞାନରେ ଏକ ଅଦ୍ୱିତୀୟ ବିଶେଷଜ୍ଞ ଭାବରେ ପୃଥିବୀପ୍ରସିଦ୍ଧ। ପୃଥିବୀର ସବୁଠାରୁ ଜଟିଳତମ ତଥା ମୂଲ୍ୟବାନ ଯନ୍ତ୍ରକୁ ତିଆରି ତଥା ବିକ୍ରୟ କରି ଆମେରିକାର ଆଇ. ବି. ଏମ୍., ଆର୍. ସି. ଏ. ଆଦି କମ୍ପାନୀମାନେ ଆମେରିକାକୁ ଯେଉଁ ଅଜସ୍ର ଅର୍ଥ ପୃଥିବୀରେ ବିଭିନ୍ନ କୋଣରୁ ବୋହି ଆଣୁଛନ୍ତି, ସେହି ଧନ ମୂଳର ଯେ ଭେର୍ନନ୍ଙ୍କ ପ୍ରତିଭା କାର୍ଯ୍ୟ କରୁଛି, ଏହା ହୁଏତ ସାଧାରଣ ଲୋକେ ଅବଗତ ନୁହନ୍ତି।ପୃଥିବୀର ପ୍ରତ୍ୟେକ କୋଣରେ ଯଦି କଂପ୍ୟୁଟର ଯନ୍ତ୍ରର ପ୍ରଭାବ ପଡ଼ିଛି, ତେବେ ଏହି ପ୍ରଭାବ ପଛରେ ରହିଛି ବୈଜ୍ଞାନିକ ଭେର୍ନନ୍ଙ୍କ ଅପୂର୍ବ ପ୍ରତିଭା। କଂପ୍ୟୁଟର ସମ୍ବନ୍ଧୀୟ ବହୁ ପ୍ରକାର ପେଟେଣ୍ଟ ବିକ୍ରୟ କରି ଭେର୍ନନ୍ ତାଙ୍କ ଗବେଷଣାଗାରକୁ ପୃଥିବୀର ଏକ ଅଦ୍ୱିତୀୟ କଂପ୍ୟୁଟର ଗବେଷଣାଗାରରେ ପରିଣତ କରି ପାରିଛନ୍ତି। ପୃଥିବୀର ସବୁଠାରୁ ଶକ୍ତିଶାଳୀ କଂପ୍ୟୁଟର ଯନ୍ତ୍ର ଯେ ସେଠି ଖାଲି କାର୍ଯ୍ୟ କରୁଛି ତା ନୁହେଁ, କମ୍ପ୍ୟୁଟରର ଅସଂଖ୍ୟ ପ୍ରକାର ନୂଆ ନୂଆ ବ୍ୟବହାର ସେଠି ଦେଖାଦେଇଛି।ଏହି ଗବେଷଣାଗାରରେ କଂପ୍ୟୁଟର କେଉଁଠି ଖୁବ୍ ଜଟିଳ ଗଣିତର ସମାଧାନ କରୁଛି ତ କେଉଁଠି ଗୋଟିଏ ଭାଷାକୁ ଆଉ ଏକ ଭାଷାରେ ଅନୁବାଦ କରିପାରୁଛି ତ କେଉଁଠି ଯନ୍ତ୍ରଟିଏ ବସି ଛୋଟ ଛୋଟ ପିଲାଙ୍କୁ ସ୍କୁଲମାଷ୍ଟର ପଢ଼ାଇବାଭଳି ପଢ଼ାଉଛି। କମ୍ପ୍ୟୁଟର ଯନ୍ତ୍ର ବସି କେଉଁଠି କବିଙ୍କ ଭଳି କବିତା ରଚନା କଲାଣି ତ କେଉଁଠି ବଡ଼ ରୁଷିଆ ଆଧୁନିକ ବିଜ୍ଞାନରେ ଖୁବ୍ ଆଗେଇ ଥିଲେ ହେଁ ସେମାନେ ବିଭିନ୍ନ ବିଷୟରେ ଜର୍ମାନୀକୁ ମଧ୍ୟ ଅନାଇଁ ବସନ୍ତି। ସେସବୁ ଦେଶର ଶିଳ୍ପକାରଖାନାରେ ଆଜି ବି ଜର୍ମାନୀ ପ୍ରତିଭା ଲୁକ୍କାୟିତ ଭାବରେ କମ୍ କାର୍ଯ୍ୟ କରୁନି।ଜର୍ମାନୀର ଏତାଦୃଶ ଉତ୍କର୍ଷତା ପାଇଁ ଯେଉଁ କେତେ ଜଣ ବରେଣ୍ୟ ବୈଜ୍ଞାନିକ ଦାୟୀ, ସେମାନଙ୍କ ମଧ୍ୟରେ ଡକ୍ଟର ଭେର୍ନନ୍ ହେଉଛନ୍ତି ଅଗ୍ରଗଣ୍ୟ ମିଉନିକ୍ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନାଧ୍ୟାପକ ଭାବରେ ସେ ଯେତେ ଖ୍ୟାତି ଲଭି ନାହାନ୍ତି ତା'ଠାରୁ ଅଧିକ ଖ୍ୟାତି ଲଭିଛନ୍ତି, ମିଉନିକ୍ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ଗବେଷଣାଗାରର ଡାଇରେକ୍ଟର ଭାବରେ।କଂପ୍ୟୁଟର ବିଜ୍ଞାନରେ ସାରା ପୃଥିବୀରେ ଯେତେ ବିଶେଷଜ୍ଞ ଅଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ଭେର୍ନନ୍ ଅଗ୍ରଗଣ୍ୟ ଓ ପୃଥିବୀର ଶ୍ରେଷ୍ଠତମ କଂପ୍ୟୁଟର ଗବେଷଣାକେନ୍ଦ୍ର ଭାବରେ ପ୍ରସିଦ୍ଧ ଲଭିଥିବା ମିଉନିକ୍ ବିଶ୍ୱବିଦ୍ୟାଳୟରେ ଥିବା ତାଙ୍କର କଂପ୍ୟୁଟର ଗବେଷଣାଗାର ସମ୍ମୁଖରେ ଠିଆହେବା ପାଇଁ କୌଣସି ଗବେଷଣାଗାର ନାହିଁ।ଆମେରିକା ଓ ଇଂଲଣ୍ଡର ବହୁ କମ୍ପାନୀ ଆଜିକାଲି ଯେଉଁ ସବୁ ଜଟିଳତମ କଂପ୍ୟୁଟର ଯନ୍ତ୍ର ତିଆରିକରି ସାରା ପୃଥିବୀରେ ଅସଂଖ୍ୟ ଲୋକଙ୍କର ମାନସିକ ଶ୍ରମକୁ ଲାଘବକରି ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରୁଛନ୍ତି, ସେହି ଅର୍ଥ ଉପାର୍ଜନ ମୂଳରେ ରହିଛି ବୈଜ୍ଞାନିକ ଭେର୍ନନ୍ଙ୍କ ବୁଦ୍ଧି ଓ ପ୍ରତିଭା ତାଙ୍କରି ଦ୍ୱାରା ଉଦ୍ଭାବିତ ବିଭିନ୍ନ ଧରଣର କଂପ୍ୟୁଟର ଯନ୍ତ୍ର ଉତ୍ପାଦନ କରି ଆମେରିକାର ବହୁ କମ୍ପାନୀ ଆଜି କୋଟିପତି। ସେଥିପାଇଁ ସାରା